ଭାବରେ ଆଦାନ ପ୍ରଦାନରେ ଦର୍ଶନର ସ୍ଥାନ ନାହିଁ। ତେବେ ଲୋପାମୁଦ୍ରା। ବା ନିଜର ଦର୍ଶନ ପାଇଁ ଏମିତି ପାଗଳୀ ହୋଇ ଉଠିଲା କାହିଁକି? ତେବେ କଣ ସେ ହେମକାନ୍ତକୁ ଭଲ ପାଉ ନ ଥିଲା ଯୁଗ ବଦଳିଛି ମଣିଷର ଦର୍ଶନ ବଦଳିଛି ସ୍ତ୍ରୀ ପୁରୁଷର ସମ୍ବନ୍ଧ ବଦଳିଛି କେବଳ ଅପରିବର୍ତ୍ତିତ ରହିଛି ମଣିଷର ସ୍ଥିତି। ଆଉ ବସି ପାରୁନାହିଁ ହେମକାନ୍ତ। କ୍ଷୁଦ୍ର ପୁଷ୍କରିଣୀର ନିଥର ଜଳ ଉପରେ ଭାସିଉଠୁଛି ଛୋଟ ଦଣ୍ଡ କୁରୀ ମାଛଟିଏ। ତା' ଜୀବନରେ ହୁଏତ ପହଁରିବାର ସୁଖ ନାହିଁ ଅନୁଭୂତିର ନୂତନତା ନାହିଁ ସେ ପହଁରୁଛି କେବଳ ବିନ୍ଦୁଏ ଖାଦ୍ୟର ଅନୁସନ୍ଧାନରେ। ଆବାକାବା ହୋଇ ପୁଣି କିଛି ସମୟ ସ୍ଥିର ଭାବରେ ବସି ରହିଲା ହେମକାନ୍ତ ଜୀବ ଜଗତର ଏକ ମୁଖ୍ୟ କର୍ତ୍ତବ୍ୟ ଆହାର ଅନୁସନ୍ଧାନ କେଉଁ ଆଦିମ ଯୁଗରୁ ଯେ ଏ ଆହାର ଅନୁସନ୍ଧାନ ଚାଲିଛି ତାହା କହି ହେବନାହିଁ। ତଥାପି ଏହାର ସଫଳ ସମାଧାନ ହୋଇପାରିନି। ଠିକ୍ସମୁଦ୍ର ବୁଡ଼ାଳି ଭଳି ମଣିଷ ଖୋଜୁଛି ପଶୁ ପକ୍ଷୀ ଖୋଜୁଛନ୍ତି। ବହ୍ନିମାନ ଭବିଷ୍ୟତରେ ଆହୂତି। ଦୁନିଆଁର ମଙ୍ଗଳ ପାଇଁ ନିଜର ମଙ୍ଗଳ ପାଇଁ ସେ କେବଳ ଜଳୁଛି ତିଳ ତିଳ ହୋଇ। ଚନ୍ଦ୍ରାବତୀ ଆଜି ସମ୍ବଲପୁର ଡାକ୍ତରଖାନାରେ ଆଦରଣୀୟା ଖ୍ୟାତନାମା ନର୍ସ ଚନ୍ଦ୍ରାବତୀ। ଯେଉଁଦିନ ଏଇ ଚନ୍ଦ୍ରାବତୀ କୃତୀତ୍ୱର ସହିତ ନର୍ସ ଟ୍ରେନିଂ ପାଶ୍କଲା ସେଦିନ ବାରିଷ୍ଟର ଶାନ୍ତନୁ ଲେଖିଥିଲେ"ମା ଚନ୍ଦ୍ରାବତୀ! ମୁଁ ଜାଣେ ତୁମେ ନିଶ୍ଚୟ ମୋର ସୁନାମ ରକ୍ଷା କରିବ। କିନ୍ତୁ କେବଳ ପାଶ୍ କରିଦେଲେ ସେବିକାର କାର୍ଯ୍ୟ ଶେଷ ହୁଏନାହିଁ। ପାଶ୍କଲେ ସେବିକାର କାର୍ଯ୍ୟ ଆରମ୍ଭ ହୁଏ ମାତ୍ର। ଏ କାର୍ଯ୍ୟର ଆରମ୍ଭ ନାହିଁ ଶେଷ ମଧ୍ୟ ନାହିଁ। ମୁଁ ତୁମକୁ ନର୍ସ ଭାବରେ ଦେଖିଲି ସତ ହେଲେ ଖ୍ୟାତନାମା ସେବିକା ଭାବରେ ଦେଖିବାକୁ ଚାହେଁ। '' ଚିଠିଟିର ଏଇ ଧାଡ଼ିଗୁଡ଼ିକୁ ଏକରକମ୍ ମୁଖସ୍ତ କରି ରଖିଛି ଚନ୍ଦ୍ରାବତୀ। ସେ ସେବିକା ହେବ। ସେ ସଂସାର କରିବ। ସେ ଭବିଷ୍ୟତ ଗଢ଼ିବ। ସେ ମଣିଷ ହେବ। ସେ ଦୁନିଆଁକୁ ଶିକ୍ଷା ଦେବ। ଏଇ ତା'ର ଜୀବନର କାମନା ବେସନା ଆଉ ଭାବନା। ଏଇଥିପାଇଁ କାମରେ ଯୋଗଦେବାକୁ ବସାରୁ ଗୋଡ଼ କାଢ଼ିବାବେଳେ ଶୂନ୍ୟକୁ ହାତ ବଢ଼ାଇ ନମସ୍କାର କରେ ଚନ୍ଦ୍ରାବତୀ। ଆଜି ତା' ନିକଟରେ ଏହି ମହାଶୂନ୍ୟର ନିର୍ଦ୍ଦେଶ ହିଁ ସବୁକିଛି। ସେ ଶୂନ୍ୟରୁ ଆସିଛି ଶୂନ୍ୟରେ ମିଶିବ। ପୃଥିବୀର ଧୂଳିକଣା ଯେମିତି କାମନାହୀନ ଭାବରେ ପଡ଼ି ରହିଥାଏ ସେମିତି ଦିନେ କାମନାହୀନ ଭାବରେ ବୁଲୁଥିଲା ଚନ୍ଦ୍ରାବତୀ। କିନ୍ତୁ ଏଇ ମହାଶୂନ୍ୟର ଇଙ୍ଗୀତ ହିଁ ତାକୁ ପଥ ଦେଖାଇଛି କିନାରା ଦେଖାଇଛି। ସେଥିପାଇଁ ସେ ଚାହେଁ ମହାଶୂନ୍ୟକୁ ସମ୍ମାନ କରିବା ଲାଗି। ଆଜି ସମ୍ଭଲପୁର ଡାକ୍ତରଖାନାରେ ସମସ୍ତଙ୍କର ପ୍ରିୟପାତ୍ରୀ ହୋଇ ପାରିଛି ଚନ୍ଦ୍ରାବତୀ। ଚନ୍ଦ୍ରାବତୀକୁ ଘଡ଼ିଏ ନ ଦେଖିଲେ ଡାକ୍ତର ପରିଜା ବ୍ୟଥିତ ହୋଇ ପଡ଼ନ୍ତି। ଲୋକ ପଠାଇ ଡ଼କାଇ ଆଣନ୍ତି। ଚନ୍ଦ୍ରାବତୀର ଶୋଭା ସମ୍ପଦ ଯେ ଡାକ୍ତର ପରିଜାଙ୍କୁ ଆକର୍ଷଣ କରିଥିଲା ତା' ନୁହେଁ ଆକ୍ଷରିକ ଭାବେ ଜଣେ ଦରଦୀ ସେବକ ଡାକ୍ତର ପରିଜା। ଚନ୍ଦ୍ରାବତୀ ଦେହରେ ଏଇ ସେବିକାର ଇଙ୍ଗୀତ ପାଇ ସେ ଭଲ ପାଇଛନ୍ତି ତାକୁ। ତା'ଛଡ଼ା ବନ୍ଧୁ ଶାନ୍ତନୁଙ୍କ ଅନୁରୋଧ ମଧ୍ୟ ଅନେକ ପରିମାଣରେ ଝିଙ୍କି ନେଇଛି ଚନ୍ଦ୍ରାବତୀ ଆଡ଼କୁ। ଦରକାର ହେଲେ ଚନ୍ଦ୍ରାବତୀର ପରାମର୍ଶ ନିଅନ୍ତି ଡାକ୍ତର ପରିଜା। ଅବଶ୍ୟ ଚନ୍ଦ୍ରାବତୀ ନିକଟରେ ଯଥେଷ୍ଟ ଭାବେ ସେବିକାର ଅନୁଭୁତି ନ ଥିଲା। ଡାକ୍ତରୀ ବିଦ୍ୟାର ପାରଦର୍ଶିତା ନ ଥିଲା ହେଲେ ଚିକିତ୍ସା ପାଇଁ ଯେଉଁ ସାଧାରଣ ଜ୍ଞାନ ଆବଶ୍ୟକ ତାହା ଯଥେଷ୍ଟ ପରିମାଣରେ ଥିଲା ଚନ୍ଦ୍ରାବତୀ ନିକଟରେ। ସେଥିପାଇଁ କୌଣସି କେସ୍ ନିଜେ ନିଜେ ହାତକୁ ନିଅନ୍ତିନି ଡାକ୍ତର ପରିଜା। ଦିନେ ଦିନେ ନିଜ ବସାକୁ ଡ଼ାକିନେଇ ଚନ୍ଦ୍ରାବତୀକୁ ବିଭିନ୍ନ ଚିକିତ୍ସା ସମ୍ବନ୍ଧରେ ଶିକ୍ଷା ଦିଅନ୍ତି ଡାକ୍ତର ପରିଜା। ସାବରେ ସବୁରୁ ଶିକ୍ଷାକରେ ସେ। ସମବେଦନାରେ ହୃଦୟ ପରିପୂର୍ଣ୍ଣ ହୁଏ ତା'ର। ଆହୁରି ଆହୁରି ଉତ୍ସାହିତ ହୋଇ ନାନା କଥାର ଆଳ ଭିତରେ ଚନ୍ଦ୍ରାବତୀର ମାନସିକ ପ୍ରସ୍ତୁତିକୁ ସମ୍ମାନ କରନ୍ତି ଡାକ୍ତର ପରିଜା। ଏଥିପାଇଁ ଯେ ଅନ୍ୟମାନେ ଈର୍ଷାପର ହୁଅନ୍ତି ନାହିଁ ତା'ନୁହେଁ। ଈର୍ଷାପର ହେବା ମଣିଷର ଗୋଟିଏ ସ୍ୱଭାବିକ୍ପ୍ରକୃତି। ଏଇ ଈର୍ଷାପରତା ପାଇଁ ଅନେକ ସମୟରେ ଡାକ୍ତର ପରିଜାଙ୍କ ବିରୁଦ୍ଧରେ ମୃଦୁଗୁଞ୍ଜନ ଉଠେ। ଚରିତ୍ର ପ୍ରତି ଆକ୍ଷେପ ହୁଏ।